ନ ହେଲେ ବେଳେ ବେଳେ କିଛି ଅଶ୍ଳୀଳ ରିମାର୍କ ବା କଦର୍ଯ୍ୟ ଇଙ୍ଗିତ ଦେଇ ପୁରୁଷତ୍ୱ ଜାହିର୍ କରିବାକୁ ଚେଷ୍ଟା କରନ୍ତି। ସିନେମା ହଲ୍ ପାଖରେ ଚାରି ପାଞ୍ଚ ଜଣ ଲେଖାଏଁ ମେଳହୋଇ, ସେ କଲେଜ ଯିବା ଆସିବା ବେଳେ; ଠିଆହୋଇ ଅବାଞ୍ଛିତ ଭାବରେ ତା' ଚାଲି, ଶାଢ଼ି, ବ୍ଲାଉଜ ବା ରିବନ୍ ଉପରେ ବେଶ୍ ବଡ଼ ପାଟିରେ ଶୁଣେଇ ଶୁଣେଇ ଅଭିମତ ଦିଅନ୍ତି। ନ ହେଲେ ବେନାମୀ ଚିଠିରେ ଦୁନିଆ ବାହାରର ପ୍ରଶଂସା ଅଜାଡ଼ି, ସାନ୍ନିଧ୍ୟ ଭିକ୍ଷା କରନ୍ତି। କାକୁତି ମିନତି କରି ଲେଖିଥାନ୍ତି ଚିଠିର ଖଣ୍ତେ ଉତ୍ତର ଦେବାକୁ। ଯେମିତି ବୁଲା କୁକୁର ଦାନ୍ତ ନିକୁଟି ଅଇଁଠା ମୁଠାଏ ପାଇଁ ଦୁଆର ମୁହଁରେ ପଡ଼ିଥାଏ। ସେମାନେ ଠିକ୍ ସେହିପରି। ଟିକିଏ କଥାବାର୍ତ୍ତା କରିବାକୁ, କେତେ ଡହଳ ବିକଳ ନ ହୁଅନ୍ତି ସତେ? କ୍ଲାସରେ ଫାଜିଲାମିଠାରୁ ଆରମ୍ଭ କରି, ରାସ୍ତାରେ ଯାବତୀୟ ଫୁର୍ତ୍ତି। ନ ହେଲେ କେବେ କେମିତି ଏକୁଟିଆ ବାଟରେ ଦେଖିଲେ କ୍ଲାସ୍-ନୋଟ୍ ବା ବହିପାଇଁ ଅନୁରୋଧ ଜଣାଇ ସାମାନ୍ୟ ବନ୍ଧୁତା ପାଇଁ ନିବେଦନ କରନ୍ତି। ସାହସୀ କେହି କେହି ଘର ପର୍ଯ୍ୟନ୍ତ ବି ନାନା ପ୍ରକାର କାର୍ଯ୍ୟ ବାହାନାରେ ମାଡ଼ି ଯାଆନ୍ତି। ଯଦି ପଦେ ମିଠା କଥା, ଟିକିଏ ହସ ମିଳେ କୃତକୃତ୍ୟ ହୋଇ ଫେରି ଆସନ୍ତି; ଆଉ ବନ୍ଧୁ ମହଲରେ ପ୍ରେମିକର ପରମ କୃତିତ୍ୱ ବର୍ଣ୍ଣନା କରି ବାହାଦୁରି ନିଅନ୍ତି। ସେତିକି ନ ମିଳିଲେ ହଠାତ୍ ନୀତିବାଗୀଶ ଆଦର୍ଶ ପୁରୁଷ ପାଲଟି ଯାଇ କଲେଜ କାନ୍ଥ ବାଡ଼ଠାରୁ ରାସ୍ତାଘାଟ ପର୍ଯ୍ୟନ୍ତ ନାନା ଅଶ୍ଳୀଳ କଦାକାର ଚିତ୍ର ଓ ଭାଷାରେ ପୂର୍ଣ୍ଣ କରି ଦିଅନ୍ତି। ସିନେମା ହଲ୍ କି ସମୁଦ୍ର କୂଳ କେଉଁଠି ଦେଖିଲେ ବିକଟ ଚିତ୍କାର କରି ଅତି ବୀଭତ୍ସ ସମ୍ୱର୍ଦ୍ଧନା ଜଣାନ୍ତି। ବେନାମୀ ଚିଠି ଲେଖନ୍ତି। ସେଇମାନଙ୍କ ତୁଳନାରେ କେଡ଼େ ମହତ୍ ନୀହାର। ସେ କେବେହେଲେ ସାଗରୀକାକୁ ଏତେ ଛୋଟ ରୂପରେ ଦେଖା ଦେଇନି। ସେଇଥି ଲାଗି ସାଗରୀକାର ତା' ଲାଗି ଏତେ ସମ୍ମାନ, ଏତେ ଭକ୍ତି, ଆଉ ଏତେ ପ୍ରେମ। ସେଇପାଇଁ ତା' ନିଜ ଜୀବନର ସବୁ ଗୌରବ ଓ ସମ୍ପଦ ତାରି ପଦତଳେ ଅଜାଡ଼ି ଦେଇପାରିଥିବାରୁ ସେ ଆଜି ଏତେ ସୁଖୀ। ଚାରିଆଡ଼କୁ ଚାହିଁଲା ସାଗରୀକା। ଅନ୍ଧାର ହୋଇଆସିଲାଣି। ଆରଘରୁ ଲଣ୍ଠନ ଲଗାଇ ଆସିଲା ସୀତା। ଛୋଟ ଟେବୁଲ୍ ଉପରେ ଲଣ୍ଠନ ରଖିଦେଇ ପଚାରିଲା–''କ'ଣ ଏମିତି ଭାବୁଛ ଦେଈ ସେତିକି ବେଳଟାରୁ ଉଠି ସେମିତି କାଠଟା ଭଳି ଖଟ ଉପରେ ବସି କ'ଣ ଗୁଡ଼ାଏ ଚିନ୍ତା କରୁଛ? '' ପ୍ରକୃତିସ୍ଥ ହେଲା ସାଗରୀକା। ସତରେ ସେ କ'ଣ ଏମିତି ଗୁଡ଼ାଏ ଏଣୁତେଣୁ ଆଜିକାଲି ଚିନ୍ତା କରୁଛି। ଯେଉଁ ଅତୀତର ଅନୁଭୂତି ଦିନେ ତାକୁ ସୁଖୀ କରିଥିଲା; ଆଜି ତା'ର ସେ ସୁଖ କୁଆଡ଼େ ଗଲା। ଆଜି ସେ ଏତେ ଦୁଃଖୀ କାହିଁକି? କ'ଣ ତା'ର ଦୁଃଖ? କ'ଣ ତା'ର ଚିନ୍ତା-? କାହିଁକି ସେ ଏତେ ବିମର୍ଷ? ଜୀବନର ଚଲା ବାଟରେ ସେ ଏମିତି କ'ଣ ଭୁଲ୍ କରିଛି ଯେ ଯେଉଁଥିଲାଗି ସାଧାରଣ ସ୍ୱପ୍ନରେ ବି ସେ କାନ୍ଦି ଉଠୁଛି। ସତରେ ତା'ର ଜୀବନ କ'ଣ ଖାଲି କାନ୍ଦିବାର ପାଇଁ? ସେଦିନ ନୀହାର ଯେଉଁ କଥା କହିଯାଇଥିଲା ସେଇ କଥା କ'ଣ ଯୁଗ ଯୁଗ ପାଇଁ ସତ ପାଲଟି ରହିଯିବ। ଟିକିଏ ହେଲେ ଓଲଟ ପାଲଟ ହେବନାହିଁ। ସେ ଖାଲି କାନ୍ଦୁଥିବ–ଆଉ ତା'ର କାନ୍ଦକୁ ଦେଖି ଦୁନିଆ ହସୁଥିବ। ହଁ–ଦୁନିଆକୁ